ଏବେ ହାକିମଙ୍କ ବିଚାର ହେଉ। ବୋଉର ଯୁକ୍ତିଶୁଣି କବିତା ମନେ ମନେ ହସିଲା, ଏବଂ କହିଲା ବୋଉ ଯେ ତା'ର କ'ଣ ସେ କିଛି ଜାଣିପାରେ ନାହିଁ। ସମୟ ଅସମୟରେ ସେ କିଛି ବୁଝେନି। ମୂର୍ଖଙ୍କ ଭଳି ବାପାଙ୍କୁ ଏକୁଟିଆ ପାଇଲେ ଗର୍ଜ୍ଜିଉଠିବା ତା'ର ଗୋଟିଏ ଖରାପ ଲକ୍ଷଣ। ରାତି ଏଗାରଟାରେ ବାପା ଟୁର୍ରୁ ଫେରିଛନ୍ତି। ପାଟି କରିବା କ'ଣ ଦରକାର? ଡାକ୍ତର କ'ଣ ବର୍ତ୍ତମାନ ଚାଲିଆସିବ। ମନ ହେଉଥିଲା ବୋଉ ପାଖକୁ ଦୌଡ଼ିଯାଇ ତା' ଉପରେ ପାଟିକରନ୍ତା, କାହିଁକି ତୁ ବାପାଙ୍କୁ ବିରକ୍ତ କରୁଛୁ? ରାତି ପାହିଲେ କହିଲେ ହୁଅନ୍ତା ନି? ଏ ରାତି ଏଗାରଟାରେ କହିବା କ'ଣ ଦରକାର। ପୁଣି ସେ ଭାବିଲା, ବାପା ବି ତା'ର ଠିକ୍ ଅଛନ୍ତି। ବୋଉ କଥାକୁ ଏ କାନରେ ପୂରାଇ ସେ କାନରେ ବାହାର କରି ଦିଅନ୍ତି। ପୁରୀ ସମୁଦ୍ରରେ ସ୍ନାନ କଲାବେଳେ ସେମିତି ସ୍ନାନାର୍ଥୀମାନେ ବଡ଼ ବଡ଼ ଗର୍ଜ୍ଜନ କରି ଆସୁଥିବା ଲହଡ଼ି ପାଖରେ ମୁଣ୍ଡ ନୁଆଁଇ ଦିଅନ୍ତି, ଲହଡ଼ି ତାଙ୍କ ଉପରେ ଦେଇ ଚାଲିଯାଏ ବାପା ତା'ର ସେମିତି କରନ୍ତି। ବୋଉ ଗାଳିଦେଲା ବେଳେ ବାପା ସିଗାରେଟ୍ ଟାଣି ଉପରକୁ ଧୂଆଁ ସୁର୍ ସାର୍ ଛାଡ଼ନ୍ତି। କିଛି କହନ୍ତି। ବୋଉ ଗର୍ଜ୍ଜନ କରି କରି ପୁଣି ପୂର୍ବାବସ୍ଥାକୁ ଫେରି ଆସେ। ବାପାଙ୍କ ଶେଷପଦକ ତା' କାନରେ ପଡ଼ିଲା, ଯାଅ ଶୋଇବ। କାଲି ରାତି ପାହିଲେ ଝିଅକଥା ଆଗ ବୁଝାହେବ। ଲାଇଟି ଲିଭିଲା। ତା' ପରଦିନ ଉଠୁ ଉଠୁ ସକାଳ ଆଠ। କଲେଜ କ'ଣ ପାଇଁ ଛୁଟି ଥାଏ। ସେଥିପାଇଁ ଭୋରୁ ଭୋରୁ ନିଦ ଭାଙ୍ଗିଥିଲେ ମଧ୍ୟ କାହିଁକି ଉଠିବା ପାଇଁ ମନ ହେଲା ନାହିଁ। ଝରକା ବାଟଦେଇ ତୁହାକୁ ତୁହା ପବନ ଦେଉଥାଏ। କଲେଜ ତ ବନ୍ଦ ଅଛି। ତର ତର କାହିଁକି? ତା' ପରଦିନ ରବିବାର ଲାଗ ଲାଗ ଦୁଇଦିନ ଛୁଟି। କବିତା ନିସ୍ତେଜରେ ଶୋଇପଡ଼ିଲା। କିଛି ସମୟ ପରେ ଝରକା ଦେଇ ସୂର୍ଯ୍ୟକିରଣ ଯେତେବେଳେ ତା' ଆଖି ଉପରେ ପଡ଼ିଲା। ନିଦଟା ଚାଉଁକିନା ଭାଙ୍ଗିଗଲା। ବିଛଣାରେ ଶୋଇ ଟେବୁଲ୍ ଉପରକୁ ଚାହିଁଲା ଟେବୁଲ୍ ଘଣ୍ଟାରେ ଆଠଟା ବାଜିଛି। ତରବର ହୋଇ ଉଠିପଡ଼ି ବାଥ୍ରୁମ୍କୁ ଯାଇଁ ମୁହଁ ଧୋଇ ଆସି ଦାନ୍ତ ଘଷିଲା କବିତା। ତା' ପରେ ରୋଷେଇ ଘରକୁ ପଶିଲା। ଦେଖିଲା ବୋଉ ଉପମା ତିଆରି କରୁଛି। ଚା'କେଟିଲରେ ଚା' ତା' ପାଇଁ ଥୁଆ ହୋଇଛି। ବୁବୁଲୁ ଯୋବ୍ରା ଯାଇଛି ମାଛ ପାଇଁ, ମହାନଦୀରେ ନୂଆ ପାଣି ପଡ଼ିଛି। ବଡ଼ ବଡ଼ ଇଲିଶି ମାଛ ପଡ଼ିଛନ୍ତି। ବାପା, ବୋଉ ଇଲିଶି ମାଛକୁ ଭଲ ପାଆନ୍ତି। ବାପା ସକାଳେ ବୁବୁଲୁକୁ କହୁଥିବା କଥା ସେ ଶୁଣି ପାରିଛି। ନେ ଚା'ଟା ପିଇଦେ। ମୁଣ୍ଡଟା କିମିତି ଅଛି? ବୋଉ କପରେ ଚା' ଢାଳୁ ଢାଳୁ କହିଲା। ବୋଉ ହାତରୁ ଚା' କପ୍ ନେଇ କବିତା କହିଲା ସେମିତି ଧପ ଧପ ହେଉଛି। କମିନାହିଁ। ଏ ଚା' ଭଲ ପଡ଼ୁନାହିଁ, ଚା' ଗୁଣ୍ଡ ବଦଳି କରି ଆଣିବାକୁ କବିତା କହିଲା। ଏ ଚା' ଗୁଣ୍ଡ ସରିଗଲା। ଆଜି ବାପାଙ୍କୁ କହିବି ଚୌଧୁରୀବଜାରରୁ ଭଲ ଚା' ଆଣିବେ। ନେ ଉପମା ଟିକେ ଖାଇଦେ। ନାଁ, ବାପା କାହାନ୍ତି? କାଲି ରାତିରୁ ଯେ ତୋ' ବାପାକୁ ନିଦ ନାହିଁ। ସକାଳୁ ଉଠି ଡାକ୍ତର ପାଖକୁ ଦୌଡ଼ିଛନ୍ତି। ଡାକ୍ତର ଧରି ଆସିବେ। ତୋ' ପାଇଁ ତାଙ୍କ ସହିତ ମୋର ଝଗଡ଼ା। ମୁଁ ଶୁଣିଛି। ତୁ କାହିଁକି ପାଟି କରୁଥିଲୁ ଯେ। ରାତି ଏଗାରଟାରେ କ'ଣ ଡାକ୍ତର ଆସିଥାନ୍ତେ ମୋ ପାଖକୁ। ତୁ ବାପାଙ୍କୁ ସରଳ ଦେଖି ସବୁବେଳେ ପାଟି କରୁଛୁ। ରାତି ଦଶଟାରେ ଟୁର୍ରୁ ଫେରି କିଏ କ'ଣ କୁଆଡ଼େ ଯାଆନ୍ତି। କାହିଁକି ପାଟି କରୁଥିଲୁ କହିଲୁ। ସେ କ'ଣ ଘରେ ବସିଛନ୍ତି। ସକାଳେ କହିଥିଲେ ହୋଇ ନ ଥା'ନ୍ତା? ତୁ ବୁଝିନୁ ଝିଅ। କାଲି ପାଟି କରିଥିବାରୁ ଆଜି ସକାଳୁ ସକାଳୁ ଡାକ୍ତର ପାଖକୁ ବାହାରି ପଡ଼ିଛନ୍ତି। ଯଦି ନ କହିଥା'ନ୍ତି ନା; ଆଉ ସାତ ଦିନ ରହିଯାଇ ଥା'ନ୍ତା। ବାଲେଶ୍ୱରରେ ଥିଲାବେଳେ ପାଟି କରିଥିଲି। କିନ୍ତୁ ହୋଇପାରିଲା ନାହିଁ। ଡାକ୍ତର ଆସି ପାରିଲା ନାହିଁ ବର୍ଷେ ଗଡ଼ିଗଲା। ଏହି ବର୍ଷକ ଭିତରେ ରୋଗଟା ଆଉ ଟିକେ ପୁରୁଣା ହୋଇଯାଇ ମୁଣ୍ଡରେ ବସା ବାନ୍ଧିଦେଲା।